କହିଲେ-ବାପା, କେତେଦିନ ଧରି ତୁମକୁ ଦେଖିନାହୁଁ। ରାତିରେ କେତେବେଳେ ଆସି ଶୁଅ, ସକାଳେ ଉଠି କେତେବେଳେ ପୁଣି କୁଆଡ଼େ ଚାଲିଯାଅ, କିଛି ଆମେ ଜାଣିପାରୁନା। ତୁମକୁ ଟିକିଏ ଦେଖିବାପାଇଁ ମନ ଗୋଳେଇ ଘାଣ୍ଟି ହୁଏ। ଆଜି ଏତେବେଳେ ତୁମକୁ ଦେଖି ଖୁବ୍ ଖୁସି ଲାଗୁଛି ବାପା। ଦୁଇଟି ଛୁଆର ଚାରୋଟି ହାତର ନିବୀଡ଼ ସ୍ପର୍ଶରେ ଦେହ ମନ ମୋର ଶୀତଳ ହୋଇଗଲା। କେଜାଣି କାହିଁକି ଭାରି କାନ୍ଦମାଡ଼ିଲା। ଠିକ୍ ପିଲାଙ୍କ ପରି ବିକଳ ହୋଇ ମୁଁ କାନ୍ଦିପକାଇଲି। କହିଲି-ଏଥର ସବୁଦିନେ। ଏସବୁ ଏବେ ତାର ଦୁଇ ପୁଅ ଭଲ ଭାବେ ନିର୍ବାହ କରୁଛନ୍ତି। ରଣଜିତ୍ କେବଳ ଚେକ୍ ଓ କାଗଜପତ୍ରରେ ଦସ୍ତଖତ କରେ, ବଡ଼ ବଡ଼ ଠିକା କାମ ନେଇ ସରକାରୀ ହାକିମଙ୍କ ସାଙ୍ଗରେ ମୂଲଚାଲ କରେ। ରଣଜିତ୍ର ଜୀବନ ଅଦ୍ଭୁତ ପ୍ରକାରର। କହିବାକୁ ଗଲେ ସେଇଟି ବି ଗୋଟେ ନାଟକ କି ସିନେମାର କାହାଣୀ ପରି। ମୋତେ ରଣଜିତ୍ ଖୁବ୍ ଶ୍ରଦ୍ଧା କରେ। ଆମର ବନ୍ଧୁତା କଲେଜ ସମୟରୁ। ସେଥିପାଇଁ ସେ ମୋତେ ଗାଡ଼ି ପଠେଇ ସମୟେ ସମୟେ ଡକେଇ ନିଏ ଓ ମୋ ସାଙ୍ଗରେ ତାର ଦେଶ-ବିଦେଶ ଭ୍ରମଣ ଅନୁଭୂତି ଗପେ। ମିଜାଜ୍ ଭଲ ଥିଲେ ଅନେକ ରାତି ପର୍ଯ୍ୟନ୍ତ ଗୀତ ଗାଏ, ଜୋକ୍ ଶୁଣାଏ, ଭଲ ଭଲ ଜଳଖିଆ ତିଆରି କରାଏ ଓ ଖୁଆଏ। ନିଜେ ପେଗ୍ ପରେ ପେଗ୍ ହ୍ୱିସ୍କି ପିଏ ଓ ଗୋଟାଏ ପରେ ଗୋଟାଏ ସିଗ୍ରେଟ୍ ଟାଣେ। ମୋତେ ତାର ଅତ୍ୟଧିକ ମଦ ପିଇବା ଓ ସିଗ୍ରେଟ୍ ଟାଣିବା ଅଭ୍ୟାସ ଭଲ ଲାଗେ ନାହିଁ, ମାତ୍ର ତାର ହୃଦୟଟି ଭଲ ବୋଲି ତାର ସାନ୍ନିଧ୍ୟକୁ ଏଡ଼େଇ ଯାଇପାରେ ନାହିଁ। ସେ ଏକ ପ୍ରକାର ନିଃସଙ୍ଗ ଜୀବନ ଜିଉଁଥିବାରୁ ତାର ମନ ଭାଙ୍ଗିଗଲା ପରି କଥା ମୁଁ କିଛି କହେ ନାହିଁ। ମୁଁ ରଣଜିତ୍ ସଂପର୍କରେ ଅନେକ କଥା ଜାଣେ। ତାର ପ୍ରେମ, ବିବାହ, ତା ପତ୍ନୀର ଅକାଳ ମୃତ୍ୟୁ, ଜୀବନ ପ୍ରତି ବୀତସ୍ପୃହ ଭାବ ଏବଂ ଶେଷକୁ ଅନାସକ୍ତ ଭାବେ ଦରିଦ୍ର ଲୋକଙ୍କ ସେବା-ସାହାଯ୍ୟ ପାଇଁ ଆଗେଇ ଆସିବା କଥା ସବୁ ମୁଁ ଜାଣେ। ରଣଜିତ୍ ଏବେ ଗୋଟେ ଡାକ୍ତରଖାନା ବସେଇବା ପାଇଁ ଅଣ୍ଟା ଭିଡ଼ିଛି। ସେଥିପାଇଁ ସେ ଲକ୍ଷ ଲକ୍ଷ ଟଙ୍କା ଅକାତରେ ଖର୍ଚ୍ଚ କରୁଛି। ଡାକ୍ତରଖାନାଟି ତା ବାପା ମାଆଙ୍କ ସ୍ମୃତି ରକ୍ଷା ପାଇଁ ସେ ତିଆରୁଛି। ରଣଜିତ୍ ଯୋଉଦିନ ଏ କଥାଟି କହିଥିଲା ସେଦିନ ତାର ଜଣେ ଷ୍ଟାଫ୍ ବ୍ୟାଙ୍କ୍ରୁ ଜାଲିଆତି କରି ପାଞ୍ଚହଜାର ଟଙ୍କା ଉଠେଇ ନେଇଥିଲା। ମୁଁ ତାକୁ ବୁଝେଇଥିଲି, ପାଞ୍ଚହଜାର ଟଙ୍କା କଥା ତ! ତା ପାଇଁ ତୁମ ଭଳି ପାଞ୍ଚକୋଟି ଟଙ୍କାର ମୁଣ୍ଡ ଏତେ ଚିନ୍ତା କରିବା ଠିକ୍ ନୁହେଁ। ମାତ୍ର ସେ ମୋ କଥାରେ ରାଜି ହୋଇ ନଥିଲା। କହିଥିଲା, 'ଟଙ୍କାଟା ବଡ଼ କଥା ନୁହେଁ, ବଡ଼ ହେଉଛି ତାର ମଣିଷପଣିଆ। ଯାହା ପାଖେ ସେତକ ନାହିଁ ସେ କି ମଣିଷ! ' ରଣଜିତ୍ ତା ଗିଲାସରେ ହ୍ୱିସ୍କି ଓ ସୋଡ଼ା ଢାଳି ତହିଁରେ ବରଫ ପକେଇଥିଲା ଓ ଗିଲାସରୁ ଗୋଟେ ଢୋକ ପିଇସାରି ମୋତେ ସିଧା ଚାହିଁଥିଲା। ମୁଁ ତାର ଦୃଷ୍ଟି ଆଡ଼େଇଯିବା ପାଇଁ ଟି-ପୟ ଉପରୁ ଖବରକାଗଜ ଉଠେଇ ପଢ଼ି ବସିଥିଲି। ରଣଜିତ୍ କିନ୍ତୁ ମୋତେ କିଛି ଗୋଟେ ଶୁଣେଇବାକୁ ପ୍ରସ୍ତୁତ ହେଉଥିଲା। ତା'ପରେ ଏଇ କାହାଣୀ। ପ୍ରାୟ ପଚିଶ ବର୍ଷ ତଳର କଥା। ରଣଜିତ୍